ସେ ଆଉଥରେ ଭିକି ଓ ଆଶୁତୋଷ ଉଭୟଙ୍କ କଥା ଚିନ୍ତା କଲା। ଭିକିକୁ କଣ ସେ ସତରେ କୌଣସି ଦିନ ସ୍ୱାମୀ ଭାବରେ ଗ୍ରହଣ କରିପାରିବ? ଯାହାକୁ ଦେଖିବା କ୍ଷଣି ଘୃଣାରେ ତା ଦେହସାରା ବିଷ ଚରିଯାଉଛି, ସେଭଳି ଗୋଟେ ମଣିଷକୁ ସେ କୌଣସି ଦିନ କଣ ଗ୍ରହଣ କରିପାରିବ? ଭିକି ପାଇଁ, ଭିକିର ପରିବାର ପାଇଁ ସୁନନ୍ଦା ସାଙ୍ଗେ ସଂପର୍କ ଗଢ଼ିବାର ପ୍ରସ୍ତାବ ପରାଜୟର ସ୍ୱୀକାର ନା ଧୂର୍ତ୍ତ ବ୍ୟବସାୟିକ ବୁଝାମଣା! ଭିକି କଣ ସତରେ ଅନୁତପ୍ତ? ସେ କଣ ନିଜେ ଭଲପାଇ ପାରିବ ସୁନନ୍ଦାକୁ? ହୁଏତ ହଁ, ହୁଏତ ନା। ମାତ୍ର ସୁନନ୍ଦା କୌଣସି ଦିନ ଭିକିକୁ ଭଲପାଇପାରିବ ନାହିଁ। ଭିକିର ଚେହେରା ସବୁଦିନେ ତା ଆଖି ସାମ୍ନାରେ ଗୋଟେ ଜହ୍ଲାଦର ରକ୍ତମୁଖା ଚେହେରା ହୋଇ ରହିଥିବ। ତାହାହେଲେ କଣ ସୁନନ୍ଦା ଫେରିଯିବ ଆଶୁତୋଷ ପାଖକୁ? ଝାଡ଼ିଝୁଡ଼ି ଦେବ ଆଶୁତୋଷ ମନର ଅଳିନ୍ଦରୁ ସବୁ ସନ୍ଦେହ ଓ ଅସନ୍ତୋଷର ଅଳନ୍ଧୁ ଏବଂ ଆଶୁତୋଷ ତାକୁ ଗ୍ରହଣ କରିନେବ? ବିଶ୍ୱାସ ହେଉ ନଥିଲା ସୁନନ୍ଦାର। ହୁଏତ ଜୀବନର ପ୍ରତି ମୋଡ଼ ବୁଲାଣିରେ, ପ୍ରତିଟି ଅସ୍ୱସ୍ତିକର ମୁହୂର୍ତ୍ତରେ ଆଶୁତୋଷ ଏଇ ପ୍ରଶ୍ନ ଉଠେଇବ, ନିଜର ଦୟା ଟିକକ ପାଇଁ ମୂଲ୍ୟ ଲୋଡ଼ିବ। ସୁନନ୍ଦା କଣ ଦେଇପାରିବ ସେ ମୂଲ୍ୟ? ନା, ସୁନନ୍ଦା ଭିକିକୁ ଦୟା ବାଣ୍ଟିପାରିବ ନାହିଁ କି ଆଶୁତୋଷଠୁ ଦୟା ଭିକ୍ଷା କରିପାରିବ ନାହିଁ। ସେ ଦୟାକୁ ଘୃଣା କରେ, ଦୟନୀୟତାଠୁଁ ବଳି ଅପମାନ ଆଉ କିଛି ନାହିଁ। ଗୋଟେ ଦୀର୍ଘଶ୍ୱାସ ନେଇ ସୁନନ୍ଦା ଉଠିଲା। ଆଶ୍ୱସ୍ତିର ଏଇ ମୁହୂର୍ତ୍ତ ବି ତାକୁ ଅସ୍ୱସ୍ତିଠୁ ଊଣା କଷ୍ଟଦାୟକ ମନେ ହେଉ ନଥିଲା। ଇଏତ ଯୁଦ୍ଧ ଶେଷର ଆଶ୍ୱସ୍ତି ନୁହେଁ। ଏଇ ଦ୍ୱନ୍ଦ୍ୱ, ମାନସିକ ସଂଘାତ ଓ ଝଡ଼ ପାଇଁ ସେ ତାହାହେଲେ କଣ ଏତେ କାଳ ଅପେକ୍ଷା କରି ରହିଥିଲା? ଘର ସାମ୍ନାର ଗଳି ରାସ୍ତା କିଛି ବାଟ ଆଗେଇ ଯାଇ ଛକ ପାଖରୁ ଦି ଭାଗ ହୋଇଯାଇଥିଲା। ଲାଇଟ୍ ଖୁଣ୍ଟରୁ ଉଜ୍ଜ୍ୱଳ ଆଲୋକ ଝରି ପୂର୍ବ ଓ ପଶ୍ଚିମ ଉଭୟ ଦିଗର ରାସ୍ତାକୁ କିଛି କିଛି ଆଲୋକିତ କରୁଥିଲା। ସୁନନ୍ଦାର ମନେ ହେଉଥିଲା ତା ଜୀବନ ଆସି ଏମିତି ଗୋଟେ ଦୋଛକିରେ ପହଞ୍ଚିଯାଇଛି; ଅଥଚ ସେ କୋଉ ରାସ୍ତାକୁ ବାଛିନେବ ତାହା ହଠାତ୍ ସ୍ଥିର କରିପାରୁ ନାହିଁ। ଶେଷ ବାଜି ମୁଖ୍ୟମନ୍ତ୍ରୀ ହସ ହସ ମୁହଁରେ ମାଇକ୍ରୋଫୋନ୍ ପାଖକୁ ଆଗେଇ ଯାଉଥିଲେ। ତାଙ୍କ ପ୍ରତି ସମ୍ମାନ ଦେଖାଇବାକୁ ଯାଇ ବିଧାୟକ ରାମବାବୁ ନିଜ ଚୌକିରୁ ଉଠି ଛିଡ଼ାହୋଇ ପଡ଼ିଥିଲେ ଓ ମୁଖ୍ୟମନ୍ତ୍ରୀଙ୍କ ନିରାପତ୍ତା ଦାୟିତ୍ୱରେ ଥିବା ସଫାରୀ ପିନ୍ଧା ସବ୍ଇନିସ୍ପେକ୍ଟରଟି ଆଗକୁ ମାଡ଼ିଆସି ପୋଡିୟମ୍ ପାଖରେ ପୋଜିସନ୍ ନେଉଥିଲା। ଠିକ୍ ସେତିକିବେଳେ ନିସ୍ତରଙ୍ଗ ପୋଖରୀ ଭିତରକୁ ଢେଲାଟିଏ ଫିଙ୍ଗିବା ପରି, ରାତିର ଅନ୍ଧାରକୁ ଶାଣଦିଆ ବର୍ଚ୍ଛାଟେ ବିଦ୍ଧ କରିଗଲା ପରି, ବିଶାଳ ଜନସମୁଦ୍ର ଭିତରୁ ଚିତ୍କାରଟିଏ ଶୁଭିଲା, "ମୋର ପଦେ କହିବାର ଅଛି ସାର୍! ଦୟାକରି ଅନୁମତି ଦେବେ କି? ": କିଏ? କିଏ କହିଲା ଏ କଥା? କାହାର ଏ ଶବ୍ଦ? କଣ କହିବାର ଅଛି ସେଇ ଲୋକଟାର ଏହି ସଭା ମଝିରେ? ହଳ ହଳ ବିସ୍ମିତ ଆଖି ଚାରିଦିଗକୁ ଚାହୁଁଥିଲେ। ନିଜେ ମୁଖ୍ୟମନ୍ତ୍ରୀ କେଇ ମିନିଟ୍ ପାଇଁ ନିରବ ହୋଇଯାଇଥିଲେ। ତାଙ୍କର ନିରାପତ୍ତା ଦାୟିତ୍ୱରେ ଥିବା ଏସ୍. ପି. ଓ ଜିଲ୍ଲାପାଳ ସତର୍କ ହୋଇ ଉଠିଥିଲେ। ଏଥର ଆଉ ଥରେ ସେହି ସ୍ୱର